ତାଙ୍କ ଆଖିରେ ଅଚିନ୍ତା ନିଦ। ଶୋଇବାବେଳ ହେଲେ ଯେମିତି ସହି ପାରନ୍ତି ନାହିଁ, ଖାଇବା ବେଳ ଗଡ଼ିଗଲେ ଥୟଧରି ରହି ପାରନ୍ତି ନାହିଁ। ତାଙ୍କର କଥାବାର୍ତ୍ତାଗୁଡ଼ିକ ଦାୟିତ୍ୱହୀନ ହୋଇପଡ଼େ। ଟିକିଏ କଥାରେ ବ୍ୟସ୍ତ ଓ ବିଚଳିତ ହୋଇ ଉଠନ୍ତି। ବସାଘରର ଝରକା କଡ଼କୁ ଅଧା 'ମାର୍ଗୋ ସାବୁନ' ଖଣ୍ଡକ ଖୋଲା ଅବସ୍ଥାରେ ରହିଛି। 'ଜବାକୁସୁମ'ର ହୁଗୁଳା ଠିପିକୁ ଭେଦ କରି ହାଲୁକା ଗନ୍ଧ ଝରି ଆସୁଛି। କାହାର ବଗିଚାରୁ ଅଧାଫୁଟା ମଲ୍ଲୀଫୁଲର ମହୁଆ ସୁବାସ ରାତିର ଓଜନିଆ ପବନରେ ଭାସି ବୁଲୁଛି। ରୂପସୀ-ଚିଲିକା ନୀଳ-କବରୀକୁ ଦରମୁକୁଳା କରି ଶୋଇଥିବ। ନିଦରୁ ଉଠିବି ବେଳେ ବେଳେ ଚକିତ ଜ୍ୟୋତ୍ସ୍ନା ସଙ୍ଗେ ମଧୁର ଆଳାପ କରୁଥିବ। ବାଲୁକା କଡ଼ର ଭୟାଳୁ ମାଛତକ ଏଇନେ ନିର୍ଭୟରେ ହାବୁକାମାରି ଖେଳୁଥିବେ। ଚନ୍ଦ୍ରକିରଣରେ ନାତିପ୍ରସ୍ଥ ଦେହଟିମାନ କାଶତଣ୍ଡି ଫୁଲପରି ଝଟକି ଉଠୁଥିବ। କାଳିଜାଈ ଠାକୁରାଣୀ ଏଇନେ ପାରିକୁଦ ପରିକ୍ରମାରେ ବାହାରିବେ। କୃଷ୍ଣପ୍ରସାଦର ଧର୍ମଶାଳା ପାଖରେ କନକ ଦୁର୍ଗା ଅପେକ୍ଷା କରିଥିବେ। କାଳିଜାଈ ଓ କନକ ଦୁର୍ଗା ହାତ ଧରାଧରି ହୋଇ ବୁଲିବେ। ସଲିଳ ସମାଧିପରେ ତରା ଓ ନୀଳପଦ୍ମ ହୋଇ ଯାଇଥିବା ଚିଲିକା ଅଞ୍ଚଳର ସ୍ତ୍ରୀ ପୁରୁଷ ଦେବୀ ଦର୍ଶନ ପାଇଁ ପୃଥିବୀର ଅତି ନିକଟକୁ ଚାଲି ଆସିଥିବେ। ଦର୍ଶନ ସାରି ଭାଲେରୀ ଆର ପଟେ ଅସ୍ତଯିବେ। ଏହି ସମୟରେ କାଳିଜାଈ ଗଣ୍ଡ ବିପଦ ସଙ୍କୁଳ ହେବ ନାହିଁ କି ଚିଲିକାର ଅଦିନିଆ ଝଡ଼ ବୋହିବ ନାହିଁ। ନିସ୍ତରଙ୍ଗ ଚିଲିକା ଓ ଚିରସୁନ୍ଦର ପାରିକୁଦ ନିଜକୁ ଅପୂର୍ବ ବେଶରେ ସଜାଇଥିବେ। ମନେହେବ, ଚିଲିକାର ନୀଳସରୋବର ମଝିରେ ପାରିକୁଦର ବିଭିନ୍ନ ଉପଦ୍ୱୀପ ଗୋଟିଏ ଗୋଟିଏ ସ୍ଥିର ପଦ୍ମ ପତ୍ର। ଦ୍ୱୀପ–ପର୍ବତ କାଳିଜାଈ ଇତ୍ୟାଦି ପାହାଡ଼ଟିମାନ ନୀଳ ସରୋବରର ଅର୍ଦ୍ଧ ପ୍ରସ୍ଫୁଟିତ ପଦ୍ମ–କଳିକା। ସେହି କଳିକାର ମୁଦ୍ରା ପାଖୁଡ଼ା ଭିତରେ ଏ ସୃଷ୍ଟିର ସହସ୍ର ବିସ୍ମୟ ଜମା ହୋଇଛି ଅକ୍ଷର ପରାଗର ପ୍ରତିଟି ଜଣା ଶତାଧିକ ରହସ୍ୟକୁ ଘୋଡ଼ାଇ ରଖିଛି। ସୁନା ଜରିଲଗା ନୀଳମେଘୀ ପାଟ ପିନ୍ଧି ଚିଲକା କୁମାରୀ ହସୁଥିବ; ତୃପ୍ତି ଓ ସନ୍ତୋଷର ହସ। କ୍ଷୀଣଜୀବୀ କୀଟପତଙ୍ଗମାନେ ସେମାନଙ୍କ ଜୀବନ ମୃତ୍ୟୁକୁ ଏକ ସଙ୍ଗରେ ଅନୁଭବ କରୁ କରୁ ଦେବତା ପାଖରେ ଅଳି କରୁଥିବେ, ଆମକୁ ଆର ଜନ୍ମରେ ଗଛଲତା କର ପଛକେ ପାରିକୁଦରେ ଜନ୍ମ ଦିଅ। ଯଦି ଆମ ତପସ୍ୟାରେ କିଛି ବ୍ୟତିକ୍ରମ ଦେଖି ଘାସ ଗଛଟିଏ କରିବାକୁ ଇଚ୍ଛା ଥାଏ, ତାହାହେଲେ କୃଷ୍ଣପ୍ରସାଦ ଓ ଇପିଙ୍ଗର ଦୋ'ଛକି ସଡ଼କରେ ସେଇଆ କରି ଜନ୍ମଦିଅ। ଆମ ପିଠିରେ ଦେବପ୍ରତୀମ ପାରିକୁଦର ଜନତା ଥରଟିଏ ଯଦି ଚାଲିଯାନ୍ତି, ତେବେ। ହୀନ ଜନ୍ମରୁ ପରିତ୍ରାଣ ଲାଭକରିବୁ। ସେମାନଙ୍କର ପଦପୀଡ଼ନରେ ଆମେ ଫୁଲହୀନା ହେବୁ ପଛକେ ପାରିକୁଦ ପାଇଁ ଆମ ଅଦମ୍ୟ ଆକର୍ଷଣ ରହିଛି। ସେ ଆକର୍ଷଣକୁ ହତ୍ୟା କଲେ ତୁମର ଅମଙ୍ଗଳ ହେବ। ବନଲତା ଦାସର ନିଦ୍ରାବିଭୋଗର ସର୍ପିତ-କେଶ-ଫାଶ ଅଳ୍ପ ଶିଥିଳ ହୋଇ ଯାଇଥିବ। ତାର ସଂଜ୍ଞାହୀନ ଦେହରେ ରାତ୍ରିର ନିବିଡ଼ ନିର୍ଜନତା ମୋହାଚ୍ଛନ୍ନ ହୋଇ ଅଟକି ଯାଇଥିବ। ଚପଳା ଯଦି ସାଦା କବରୀରେ କନିଅର ଫୁଲ ଖଞ୍ଜିଥାଏ, ସେ ଫୁଲ କବରୀର ଭାର ସହି ନପାରି ମଉଳି ଯାଇଥିବ। ଅବଚେତନ ମନଟି ତାର ଦୁଇଦିନିଆ ଅତିଥିଙ୍କ ସାନ୍ନିଧ୍ୟ ଲାଭକରି ତୃପ୍ତ ଥିବ। ତାର ଇଷତ୍ଲାଲ ଓଠ ଦୁଇଟି ସ୍ୱପ୍ନର ମନ୍ଦିରା ପିଇ ଶିଉଳୀଫୁଲ ପରି ଥରୁଥିବ। ଯଦି ନିଦ ଭାଙ୍ଗୁ ଭାଙ୍ଗୁ ସକାଳ ଅଳ୍ପ ଡେରି ହୁଏ, ଦେଖିବ, ଚପଳପ୍ରାଣ ଯୁବକ ଦୁଇଟି ବସାଘର ଛାଡ଼ି